ସେହି ପୁରୁଣା କାଳର କଥାକୁ ଛାଡ଼। ଏବେ ଏକାବନ ମସିହା ଆଇନରେ ବାଉନ ମସିହାରେ ଜମିଦାରୀ ଉଚ୍ଛେଦ ହେଲା। ସେ ତ ଆଜିକୁ କୋଡ଼ିଏବର୍ଷ ତଳର କଥା। ସେତେବେଳେ ଆମରି ଓଡ଼ିଶାରେ ଥିଲା କ'ଣ? –ଇଲାକାବାଡ଼ିର ପ୍ରଜାମାନେ ତାଙ୍କର ଘରେ କେହି ରହିଲେ ଜମିଦାରଙ୍କୁ ଭେଟି ଦେବେ। ଏହା କେଉଁ ସ୍ତରରେ କେଉଁ ଅଞ୍ଚଳରେ କେତେ ଦୂର ପ୍ରଯୁଯ୍ୟ ଥିଲା–ସମସ୍ତେ ଜାଣନ୍ତି। ତେଣୁ ଏଥିରେ ମତଦ୍ୱୈଧ ନ ହେବାର କଥା। ଆମର ପାଖପଡ଼ୋଶୀ ବା ଆମର ଜଣାଶୁଣାରେ ଯେଉଁମାନେ ଏହି ପ୍ରଥାରେ ସହଯୋଗୀ ହେଉଥିଲେ ସେମାନେ ଜାଣୁଥିଲେ ଯେ ଜମିଦାରଙ୍କ ସହିତ ଏହି ଯେଉଁ ସମ୍ୱନ୍ଧ–ଏଥିରେ ସ୍ଥାୟୀତ୍ୱ ନାହିଁ। ଏଇଟା ବିଧି ପର୍ଯ୍ୟାୟରେ ଯାଉଛି। ଏହାର ଜୀବନ ଉପରେ ପ୍ରଭାବ ନାହିଁ। ଆଦିବାସୀ ସମାଜରେ ଦିଣ୍ତା ଘରେ ଅବାଧ ମିଳାମିଶା ଥାଏ। ବିଭାଘର ପରେ ସେହି ସ୍ତ୍ରୀ'ର ଦିଣ୍ତାଘରର ପ୍ରେମିକଠାରୁ ବର ମାଗଣ ନେବା ପ୍ରଥା ଅଛି। କିନ୍ତୁ ସେହି ସମ୍ୱନ୍ଧର ପୁନରାବୃତ୍ତି ଉପରେ ସମାଜର କଟକଣା ଏତେ କଠୋର ଯେ ପୂର୍ବକଥା ଆଉ କେବେ ଜୀବନର ପଶ୍ଚିମ ପାଖରେ ଆସି ସମସ୍ୟା ଉଠାଏ ନାହିଁ। ଆମର ସ୍କୁଲ କଲେଜର ଅବାଧ ମିଳାମିଶା ଓ ସହାବସ୍ଥାନ କାର୍ଯ୍ୟକ୍ରମରେ ଯେ ଆନ୍ତରିକ ବା ପ୍ରାସଙ୍ଗିକ ଭାବ ବିନିମୟ ଅଛି ଏକଥା ଆମର ଆଧୁନିକ ଓଡ଼ିଆ ସାହିତ୍ୟରୁ ବୁଝିହୁଏ-। କିନ୍ତୁ ଅତୀତ କଥାର ଡୋରକୁ ନେଇ କେହି ଆଉ ସେ ଆନ୍ଦୋଳନରେ ପଶେ ନାହିଁ-। ଓଲଟି ଯେଉଁ ଆଧୁନିକାମାନେ କଲେଜ ଯିବା ବାହାନାରେ କଟକ ଷ୍ଟେସନରୁ ଖୋର୍ଦ୍ଧାରୋଡ଼ ବା ତାଳଚେରକୁ ପ୍ରଥମ ଶ୍ରେଣୀରେ ଡବାରେ ଯାଆସ କରୁଥିଲେ ବୋଲି ଦିନେ ଉଦ୍ଧତ ଅହମିକା ଦେଖାଉଥିଲେ ସେହିମାନେ ବିବାହ ପରେ ଏକାବେଳେକେ ଶୃଙ୍ଖଳିତ ଓ ସଂଯତ। ତେଣୁ ଜୀବନର ବିଚାର କରିବାକୁ ହେଲେ ଏହାର ଭଗ୍ନାଂଶ ନେଇ ତାହାରି ତର୍ଜମାରେ ଜୀବନକୁ ଅଟକଳ କରିବା ଅନୁଚିତ୍। ଏତିକି ତ ଆମର ନିତିଦିନିଆ ଘଟଣା–ଏଥିରେ ଆମେ ପାଠକମାନେ ଊଣା ବହୁତେ ଅନୁଭବୀ। ଆମେ କ'ଣ ଏହି ଦିଗର ଚିତ୍ରଟିଏ ଆମର ପ୍ରସିଦ୍ଧ ଗାଳ୍ପିକ ଓ ଉପନ୍ୟାସକାରମାନଙ୍କଠାରୁ ଆଶା କରିବା ନାହିଁ? ଏମାନେ ଲେଖି ନାହାନ୍ତି। କାରଣ ତାଙ୍କର ଅନୁଭବ ନାହିଁ। ଯଦି ଏକଥା ଭୁଲ୍ ମନେହୁଏ ତେବେ ଆଜି ଆମର ପ୍ରସିଦ୍ଧ ଗ୍ରନ୍ଥକାରମାନଙ୍କୁ ଆହ୍ୱାନ ଦିଆଯାଉ–କେତେ ଜଣ ଏହି ଆହ୍ୱାନକୁ ମୁକାବିଲା କରିବାକୁ ଆସିବେ? କିଏ ସେ–ଗୋପୀନାଥ, କାହ୍ନୁଚରଣ, ମନୋରଞ୍ଜନ, ମନୋଜ, ସଚ୍ଚିଦାନନ୍ଦ, ସୁରେନ୍ଦ୍ର, ବୈକୁଣ୍ଠ, ବିନୋଦ? ନା, ତାଙ୍କଠାରୁ ନିକୃଷ୍ଟ ଆଉ କେହି ଲେଖକ? ଓଡ଼ିଆ ସାହିତ୍ୟରେ ସ୍ୱାଧୀନତା–ବିପ୍ଳବର ଚିତ୍ର ପର୍ଯ୍ୟାପ୍ତ ନାହିଁ ସତ। କିନ୍ତୁ ସାମାଜିକ ଅବସ୍ଥାର ଚିତ୍ର ନ ଆସିଲା କାହିଁକି? ଓଡ଼ିଆ ଲେଖକମାନେ ନିଶ୍ଚିତ ଭାବରେ ଶକୁନ୍ତଳା ଦୁଷ୍ମନ୍ତ କଥା ପଢ଼ିଛନ୍ତି। କିନ୍ତୁ ଏହି ବିଷୟରେ ଭାବିବାକୁ ଇଚ୍ଛା କରି ନାହାନ୍ତି। ଏହି କଥାର ସତ୍ୟତା ଆଜି ତେସ୍ତରୀ ମସିହାଯାଏ ଆମ ଭିତରେ ଚାଲିଛି–ଏହି କଥାଟି ଠଉରାଇ ପାରିନାହାନ୍ତି। ପାଖରେ ଖଣ୍ତେ ଇଂରାଜି ବହି ନ ମିଳିଲେ ଏମାନେ କଲମ ଉଠାଇ ପାରୁନାହାନ୍ତି। ସେମାନେ ଆମରି କଥା ଅବା ଆମର ଦେଶର କଥା ଜାଣିବେ କେମିତି? ପଚାରିଲେ କହିବେ କିମ୍ୱଦନ୍ତୀ ନ ହେଲେ ଉପାଖ୍ୟାନ। ସ୍ପଷ୍ଟ ତାଙ୍କୁ କହି ଦେଇ ହବ–ବନ୍ଧୁମାନେ, ଏଇ ଶଦ୍ଦଗୁଡ଼ିକର ଅପବ୍ୟବହାର ନ କରି ବୁଝ ରାଜା ଦୁଷ୍ମନ୍ତ ଯାହା କରିଥିଲେ ଆଜିର ଜମିଦାର ଦୁଷ୍ମନ୍ତ ଅବା ଜିଲାପାଳ କି ବିଭାଗୀୟ ସଚିବ ଦୁଷ୍ମନ୍ତ ସେଇଆ କରୁଛି। କିନ୍ତୁ ସବୁଜଯୁଗର କବି ଲେଖିଛନ୍ତି ତାଙ୍କର